ଖୁଦୁରୁକୁଣି ଓଷା ଏକ ପାରମ୍ପାରିକ ଓଡ଼ିଆ ଓଷା। ଏହା 'ଭାଲୁକୁଣି ଓଷା' ଓ 'ଢିଙ୍କି ଓଷା' ଭାବେ ମଧ୍ୟ ପରିଚିତ। ଏହା କୁଆଁରୀ ଓଡ଼ିଆ ଝିଅମାନଙ୍କ ଦ୍ୱାରା ଓଡ଼ିଶାରେ ପାଳନ କରାଯାଇଥାଏ। ଏଥିରେ ମା' ଖୁଦୁରୁକୁଣିଙ୍କର ପୂଜା-ଅର୍ଚ୍ଚନା କରାଯାଏ। ଓଷାର ପୃଷ୍ଠଭୂମି ଓ କିମ୍ବଦନ୍ତୀ ସାଧବ ସଂସ୍କୃତି ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବୋଇତରେ ବଣିଜ କରିବା ନିମନ୍ତେ ଯାଉଥିଲେ। ତଅପୋଇ କାହାଣୀ କିମ୍ବଦନ୍ତୀ ଅନୁସାରେ ପୁରାତନ ଯୁଗରେ କେନ୍ଦ୍ରାପଡ଼ାର ସାତଭାୟାର ସାତଜଣ ସାଧବ ଭାଇ ବଣିଜ ପାଇଁ ଯାଉଥିଲେ। ସେମାନଙ୍କର ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଦାରୁଣ ଯାତନା ଦେଉଥିଲେ। ତଅପୋଇ ମା' ଖୁଦୁରୁକୁଣିଙ୍କୁ ପୂଜା କରି ସେହି କଷ୍ଟରୁ ମୁକ୍ତି ପାଇଥିଲା ଏବଂ ଭାଇମାନଙ୍କର ଶୁଭ ମନାସିଥିଲା। ଉଦ୍ଦେଶ୍ୟ ଝିଅମାନେ ଦୂରରେ ଥିବା ଆତ୍ମୀୟ, ମୁଖ୍ୟତଃ ନିଜ ଭାଇମାନଙ୍କର ମଙ୍ଗଳ ଓ ଦୀର୍ଘାୟୁ କାମନା କରି ଏହି ଓଷା ପାଳନ କରନ୍ତି। ପୂଜାବିଧି ଓ ପରମ୍ପରାସମୟ ଏହା ଭାଦ୍ରବ ମାସର ରବିବାରଗୁଡ଼ିକରେ ପାଳିତ ହୋଇଥାଏ।ପ୍ରାତଃ ସମୟର ନୀତି ସକାଳୁ କୁଆଁରୀ ଝିଅମାନେ ଗାଧୋଇ କନିଅର, ଚମ୍ପା, ଗୋଡ଼ିବାଣ, ମାଳତୀ, ମନ୍ଦାର ଓ କଇଁ ଆଦି ଫୁଲ ତୋଳିଥାନ୍ତି। ମାଟି ବା ବାଲିରେ ଛୋଟ ଦେଉଳ ତୋଳି, ଫୁଲରେ ସଜାଇ ଠାକୁରାଣୀଙ୍କୁ ସ୍ଥାପନ କରି ପୂଜା କରନ୍ତି।ରନ୍ଧନ ବିଧି ଝିଅମାନେ ଅଢ଼େଇ ମୁଠା ଉଷୁନା ଚାଉଳରେ ବିନା ଲୁଣରେ ଭାତ ରାନ୍ଧିଥାନ୍ତି ଏବଂ ରନ୍ଧା ସରିବା ପରେ ସେଥିରେ ଲୁଣ ମିଶାଇଥାନ୍ତି।ସନ୍ଧ୍ୟା ପୂଜା ଗାଁମାନଙ୍କରେ ଢିଙ୍କିଶାଳକୁ ଗୋବରରେ ଲିପାପୋଛା କରି, ମୁରୁଜ ଓ ଝୋଟି ଚିତା ପକାଇ, ଫୁଲ ତୋରଣରେ ସଜାଯାଏ। ସଞ୍ଜବେଳେ ଦେବୀଙ୍କର ପୂଜାର୍ଚ୍ଚନା ଓ ବନ୍ଦାପନା ହୁଏ।ଭୋଗ ଖୁଦ ଭଜା, ଲିଆ, ଉଖୁଡ଼ା, କଣ୍ଟିଆଳି କାକୁଡ଼ି ଆଦି ଭୋଗ ଅର୍ପଣ କରାଯାଏ। ଠାକୁରାଣୀଙ୍କର ସବୁଠାରୁ ପ୍ରିୟ ଭୋଗ 'ଖୁଦଭଜା' ହୋଇଥିବାରୁ ତାଙ୍କୁ ଶ୍ରଦ୍ଧାରେ ଖୁଦରଙ୍କୁଣି, ଖୁଦ ପାଇଁ ବାଇ କୁହାଯାଏ, ଯାହାଫଳରେ ତାଙ୍କ ନାମ 'ଖୁଦୁରୁକୁଣି' ହୋଇଛି।ଗୀତ ଓ ପାଳି ପୂଜା ସମୟରେ ଝିଅମାନେ 'ତଅପୋଇ ଗୀତ' ଲୋକସାହିତ୍ୟ ଗାଇଥାନ୍ତି। ଏହି ଓଷାରେ ମୁଖ୍ୟତଃ ଦୁଇଟି ପାଳି ପଢ଼ାଯାଏ। ପ୍ରଥମ ପାଳି ମା' ଦୁର୍ଗାଙ୍କ ଦ୍ୱାରା ମହିଷାସୁର ବଧ ଓ ଅସୁର ଶକ୍ତିର ବିନାଶ ବିଷୟରେ ବର୍ଣ୍ଣନା କରାଯାଇଛି। ଦ୍ୱିତୀୟ ପାଳି ସାଧବ ଝିଅ ତଅପୋଇର ଦୟନୀୟ କାହାଣୀ, ଭାଉଜମାନଙ୍କ ଅତ୍ୟାଚାର, ସାନ ଭାଉଜଙ୍କ ଦୟା ଓ ତଅପୋଇର ଦୁଃଖକଷ୍ଟ ସହି ମୁକ୍ତି ପାଇବାର ଆନନ୍ଦ ବର୍ଣ୍ଣନା କରାଯାଇଛି।ପୂଜା ଓ ବନ୍ଦାପନା ଶେଷ ହେବା ପରେ ମା' ଖୁଦୁରୁକୁଣିଙ୍କ ମୂର୍ତ୍ତିକୁ ଜଳ-ବିସର୍ଜନ କରାଯାଇଥାଏ।